ସେ କ'ଣ ଦଉଚି ଆଗେ ଦଉ। ଟଙ୍କେ ମସେରେ ଭଳିଯିବୁ ନାହିଁ। ସେ କେତେ କେତେ ଚିଜ ଏଇ ନାଗେ। ଲୁଗା ଦବ ଶାଢ଼ି ଦବ । ତଥାପି ତୁ ତୁନି ପଢ଼ିବୁ। ଖାଲି ବେଳେ ବେଳେ ଅଣେଇ ଅଣେଇ ଚାହିଁ ଦଉଥିବୁ ନହେଲା ଖୁବ୍ ବେଶି ହେଲେ ଓଠ କଣିଆ ହସ ଟିକେ'' ହାତରେ ଠେଲିଦେଲା ନିଧିଆବୋଉ ରତନୀକୁ ଗେଲରେ ଥଟ୍ଟାରେ! ରତନୀର ଦେହ ନିଆଁ ହେଇଗଲା। ସେ କ'ଣ ବୋଲି କ'ଣ କାଢ଼ିଥାଆନ୍ତା ଆଉ କିଏ ହେଇଥିଲେ। କହୁ କହୁ ସେ ଆପଣାକୁ ସମ୍ଭାଳି ତୁନି ପଡ଼ିଗଲା। କରଞ୍ଜ ଗଛ ଉପରେ ବାଦୁଡ଼ି ତିନିଚାରିଟା ଫଡ଼୍ ଫଡ଼୍ କରି ଉଠିଗଲେ ସେତିକିବେଳେ। ''ହଁ ଲୋ, ମୁଁ ପରା ଜାଣେ ସେ ଭାଗୁ ମହାନ୍ତି କି ତୁ ଯଦି ଟିକିଏ ଅଡ଼ିଦେଇ ବସିବୁ, ଟିକିଏ ଟାଣ ଦେଖେଇବୁ ତ କେତେ ଗହଣା, କେତେ ଶାଢ଼ି, କେତେ ଚିଜ ଯାହା ଚାହିଁବୁ ତା'। '' ଗହଣା? ରତନୀର ଆଖି ଝଲସି ଗଲା। ଗହଣା ନାଇଲେ ଅସୁନ୍ଦର ଯେମିତି ସୁନ୍ଦର ଦିଶେ, ଗହଣା ପିନ୍ଧିଲେ ପାପଟାବି କ'ଣ ସେମିତି ଲୁଚିଯାଏଁ? ଜହ୍ନ ସେତେବେଳକୁ ବୁଡ଼ି ବୁଡ଼ି ଆସିଲାଣି। କିମିତିଆ ବନମାଟି ରଙ୍ଗ ଧରି ଆସୁଥାଏ। ଲାଜପାଇଗଲା ପରି। ନିଧିଆ ବୋଉ ଚାଲିଗଲା। ଚାଲିଗଲା ନୁହେଁ ସେ ଚାଲିବାର ଅର୍ଥ ସେ ପୁଣି ଆସିବ ଏଣିକି ନିତି ନିତି ଆସିବ ସେ ଏଇ ଜହ୍ନ ଭଳି। ତା'ର ଆଉ ଅନ୍ଧାର ପକ୍ଷ ନ ଥିବ। ଭାଗୁ ମହାନ୍ତି ଆସୁ ନ ଆସୁ ସେ କିନ୍ତୁ ନିତି ଆସିବ। ଆଉ ଭାଗୁ ମହାନ୍ତିର ଭୂତପରି ସେ ତା' ପଛେ ପଛେ ଗୋଡ଼େଇ ଥିବ। ତାକୁ ପୂରାପୂରି ନିରାଶ ନକଲା ଯାଏଁ ଯେମିତି ତାକୁ ଆଉ ଛାଡ଼ିବ ନାହିଁ ସେ। ରତନୀ ନିଧିଆ ବୋଉବୁ ଡରିଲା। ନିଧିଆ ବୋଉ ଆଗରେ ସେ କିଛି କଥା ଲୁଚେଇ ପାରେ ନାହିଁ। କେମିତି ଲୁଚେଇବ? ଭାଗୁ ମହାନ୍ତି ଯେଉଁଦିନ ଆସେ, ଯେଉଁଦିନ ଯାହା କହେ, ସବୁ ସେ ନିଧିଆ ବୋଉ ଆଗରେ କହି ପକାଏ। ତା' ମନଭିତରେ ସେ ପାପ ରଖିବାକୁ ଡରେ। ପାପ? ହଁ ପାପ। ଯଉଟାକୁ ମନ ଭିତରେ ଲୁଚେଇ ରଖିବାକୁ ଇଚ୍ଛା ହୁଏ ସେଇଟା। ଖୋଲି କହିଦେଲେ ପାପର ମାତ୍ରାଟା ଯେମିତି କମିଯାଏଁ। ଭାଗୁ ମହାନ୍ତି କି ସେ କଥାବି କହେ ନାହିଁ। ତଥାପି ତା'ର ଡର ହୁଏ। ଭାଗୁ ମହାନ୍ତିର ଛାଇ ପଡ଼ିଲେ ସେ ଚମକି ପଡ଼େ। ଭୂତକୁ ଡରି ମଣିଷ ସମସ୍ତଙ୍କ ଆଗରେ ନ କହିବା ଯାଏଁ। ମଣିଷ ଯେମିତି ଶାନ୍ତି ପାଏ ନାହିଁ, ରତନୀ ସେମିତି ନିଧିଆ ବୋଉ ଆଗରେ ନ କହିଲେ ଥୟ ଧରି ରହିପାରେ ନାହିଁ। କିମିତି ରହିବ? ଏଇ ନିଧିଆ ବୋଉ କେତେ କଥା ନ କହିଚି ସେ ତା' ଆଗରେ। କେତେ କଥା ନ ଜାଣେ ସେ। କେତେ କଥା ଅଙ୍ଗେ ନ ନିଭେଇଚି ସେ। ତା'ର ରୋମ ଗୋଟିକେ ଘଟନା ଗୋଟିଏ ତା' ଜୀବନର। କେତେ କହିଚି ଆଉ କେତେ ଅକୁହା ରହିଚି। ଯାହା କହିଚି ତା'ଠୁ ଯେମିତି ରହିଚି ଢେର୍ ବେଶି। ଯାହା ଜୀବନ, ପୋଥି ପୁରାଣ ପରି ଏଡ଼େ ଗହନ, ପୁଣି ଏଡ଼େ ମନଲଗା ତା' ଆଗରେ ଲୁଚେଇ ହବ କିମିତି ଏଇ ଛୋଟ ଛୋଟ କଥାଗୁଡ଼ାକ। ଲୁଚେଇ ପାରିବ କିମିତି ମଣିଷ! ଲୁଚେଇଲେବି ତା' ଜାଣିନବ ସେ। ଏଇ ନିଧିଆ ବୋଉ କିଏ ଅଛି ତା'ର? ପୁଅ ବୋଲି ସେଇ ବକଟେ। ତା'ର ବା କି ପୁଅ? ପାଳକ ପୁଅ, କି ଛୁଆ ବୋଲି କି ଛୁଆ ବେଧ ଛୁଆ କି ଗଧଛୁଆ କିଏ ଜାଣେ। କି ଜାତି ବୋଲି କି ଜାତି। ଜାତି ପତିରୁ ତା'ର କି ଯାଏଁ। ସେଦିନ ସେ ସଫା ସଫା କହିଲା ଜାତି? କି ଜାତି? ମୋର କି ଜାତି? ମୋତେ ଗାଁଯାକ ସମସ୍ତେ ମିଳି ଜାତିରୁ କାଢ଼ି ଦେଇଚନ୍ତି। ମୁଁ ବି ସେମିତି ଗାଁଯାକକୁ ଜାତିରୁ କାଢ଼ି ଦେଉଚି। ତଫାତ ଏତିକି, ମୁଁ ମୋ ଜାତି ନେଇ ପଡ଼ିଥା ଏଗାଁ ଆଗକୁ ଭଲମନ୍ଦରେ ଧାଏ ନାହିଁ । ଆଉ ଗାଁର ଅଧେ ତିନିପା ଲୋକ ଏଇ ଅଜାତି ପାଖକୁ ଦଇଡ଼ି ଆସନ୍ତି। ଜାତି ମାରୁଛନ୍ତି? ଦେଖି ନାହିଁ ୟାଙ୍କ ଜାତି। କାହାର ଜାତି ଅଛି? କିଏ ଜାତି ନ ମାରିଛି? ଆଉ ମୁଁ ରାଣ୍ଡ ମାଇପିଟିଏ ବୋଲି ମୋର ଦିହରେ ଅଠା ଲାଗି ଯାଇଚି।